କଳାକାରର ଗୀତ ତାକୁ ତା ଅଭାବ ସମ୍ପର୍କରେ ସଚେତନ କରିଦେଉଥିଲା। ସେ ଧୀରେ ଧୀରେ ଦୁଇ ଆଖିପତା ବୁଜି ନେଇ ଗୀତ ଶୁଣିବାକୁ ଲାଗିଲା। ଗୀତଟା ସରିଗଲା। ମହାପାତ୍ର, କମଳେଶ ଓ ଅଗ୍ରୱାଲ ତିନିହେଁ ବାଃ ବାଃ ବାଃ କହି, କଳାକାରକୁ ପ୍ରଶଂସା କରୁଥିଲେ। ସତ୍ୟାନନ୍ଦ ବି କଳାକାରର ଗୀତ ଶୁଣି ଖୁବ୍ ଖୁସି ହୋଇଥିଲା। ଉତ୍ସାହିତ ଓ ବିହ୍ୱଳ କଳାକାର ଆଉ ଗୋଟିଏ ଗୀତ ବୋଲିବାକୁ ପ୍ରସ୍ତୁତ ହେଲା। ତାର ପ୍ରାଥମିକ ଅସ୍ୱସ୍ତି ଭାବ ଏହା ଭିତରେ କଟିଯାଇଥିଲା। କଳାକାର ଗାଇଲା ଜୀବନ ପାତ୍ର ମୋ ଭରିଛ କେତେମତେ, ନଦେଲ ବୋଲି କିଛି କହିବି କି ହେ ଆଉ, ଜୀବନ ପ୍ରିୟତମ ହାରିଛ ମୋ ଭରମ, ତରଣୀ ମୋର ତବ ସାଗରେ ବହିଯାଉ। ସତ୍ୟାନନ୍ଦ ଶୁଣୁଥିଲା। ତାର ଲୋମଗୁଡ଼ିକ ଶିହରି ଉଠୁଥିଲେ। ମନତଳଟା ଓଦା ଓଦା ହୋଇ ଯାଉଥିଲା, ଦୁଇ ଆଖିର ଦୁଇକୋଣରେ ଢଳ ଢଳ ହେଉଥିଲା ଆବେଗ। ସେ ସ୍ତବ୍ଧ ହୋଇ ବସି ରହିଥିଲା। ତାର ଅସତର୍କ ପାଦ କି ହାତ କାଳେ ଦୋହଲିଯିବ ଓ ସେମିତି ହେଲେ ତାର ତଲ୍ଲୀନତା ଚହଲିଯିବ ସେଥିପାଇଁ ସେ ଅଧିକ ସତର୍କ ହୋଇ ପଡ଼ୁଥିଲା। ବିପରୀତ ଦିଗରୁ ଟ୍ରକଟେ ଆସି ସେମାନଙ୍କ ଗାଡ଼ିକୁ ଅତିକ୍ରମ କରିଗଲା। ସେଇ ଗାଡ଼ିର ଆଲୁଅ କିଛି ସମୟ ପାଇଁ ସେମାନଙ୍କ ଉପରେ ବିଞ୍ଚି ହୋଇଗଲା। ସତ୍ୟାନନ୍ଦ ଦେଖିଲା, କଳାକାରର ଦୁଇଆଖିରୁ ଲୁହଧାର ବୋହିଯାଉଛି। ଡାହାଣ ହାତ ଦୁଇଟି ଅଳ୍ପ ଟିକିଏ ଉପରକୁ ଟେକିହୋଇ ରହିଛି, କୋଉ ଅଦୃଶ୍ୟ ଦେବତାକୁ ପ୍ରାର୍ଥନା କରିବା ମୁଦ୍ରାରେ। ସତ୍ୟାନନ୍ଦ କଳାକାରର ଏଇ ମୋହାବିଷ୍ଟ ଚେହେରା ଆଗରୁ କୌଣସି ଦିନ ଦେଖି ନଥିଲା। କଳାକାର ତାକୁ ଲାଗୁଥିଲା ଅପରିଚିତ। ସତ୍ୟାନନ୍ଦ ଭିତରେ କୋଉଠି କଣ ସବୁ ନିଜ ନିଜର ଜାଗା ବଦଳଉଥିଲେ। ସେଇ ମୁହୂର୍ତ୍ତରେ ତାର କମିସନ୍, ଠିକାଦାରି, ଲିଆସନିଂ ପରି ଶବ୍ଦ କିଛି ମନେ ପଡ଼ୁନଥିଲା। ସେ ଖାଲି ନିଜକୁ ଅନୁଭବ କରୁଥିଲା, ଯିଏ ଏଇ ଶ୍ରାବଣ ଜହ୍ନରାତିର ଶ୍ୟାମଳ ବିଲମାଳକୁ ଡେଇଁ ଡେଇଁ ଯାଉଥିବା ଗୋଟେ ଗୀତର ସ୍ୱରରେ ମନ୍ତ୍ରମୁଗ୍ଧ ହୋଇସାରିଥିଲା। କଳାକାର ପୁଣି ଗୋଟେ ନୂଆ ଗୀତ ଆରମ୍ଭ କରିଥିଲା। ପୂର୍ବ ଗୀତଟି ପରି ଏଇ ଗୀତଟାର ରାଗିଣୀ ବି ଖୁବ୍ କରୁଣ। ସେ ଆଖିବୁଜି ଗୀତ ଗାଉଥିଲା ଓ ତାଳ ଲୟ ଅନୁସାରେ ହାତ ପାଦ ହଲାଉଥିଲା। ବିନା ଯନ୍ତ୍ରପାତି, ବିନା ଢୋଲକି ଓ ହାରମୋନିୟମରେ ଏତେ ସୁନ୍ଦର ଗୀତ ଗାଇବା କିପରି ସମ୍ଭବ ହୁଏ ତାହା ସତ୍ୟାନନ୍ଦ ଚିନ୍ତା କରିପାରୁ ନଥିଲା। ଶ୍ରୀଯୁକ୍ତ ମହାପାତ୍ରଙ୍କ ଛାଇନିଦ କୋଉଳ କୋଉକାଳୁ ନିଖୋଜ ହୋଇସାରିଥିଲା। କମଳେଶ ବି ଆଗ ସିଟ ଆଡ଼କୁ ଝୁଙ୍କି ଆସି ଗୀତ ଶୁଣୁଥିଲା। ସିମେଣ୍ଟ, ଲୁହାଛଡ଼, କାଠ ଓ କପଡ଼ା ବ୍ୟବସାୟ ଭିତରେ ଜନ୍ମ ହୋଇଥିବା ଅଗ୍ରୱାଲ ଗୀତ ସାଙ୍ଗରେ ତାଳ ଦେଇ ମୁଣ୍ଡ ହଲାଉଥିଲା। କଳାକାର ଗାଉଥିବା ଗୀତର ଅର୍ଥ ସେ ବୁଝି ନପାରିଲେ ସୁଦ୍ଧା କଳାକାରର କଣ୍ଠଟି ଯେ ପ୍ରଶଂସାଯୋଗ୍ୟ ସେତକ ଅଗ୍ରୱାଲର ଭାବଭଙ୍ଗୀରୁ ଜାଣି ହେଉଥିଲା। ଆକାଶରେ ଜହ୍ନ ଓ ବଉଦ ସେହିପରି ଗୋଡ଼ିଆଗୋଡ଼ି ଖେଳ ଖେଳୁଥିଲେ। ମଝିରେ ମଝିରେ ସେମାନଙ୍କ ଗାଡ଼ିକୁ ଦୂରଗାମୀ ବସ୍, ଟ୍ରକ୍, ନ ହେଲେ କାର ଅତିକ୍ରମ କରିଯାଉଥିଲା। କଳାକାର କିନ୍ତୁ ସେଆଡ଼କୁ ଦୃଷ୍ଟି ଦେଉନଥିଲା। ସେଇ ଯେ ତାକୁ ଗୀତଟେ ଗାଇବାକୁ ବରାଦ ଦିଆଯାଇଥିଲା, ତାପରେ ତାକୁ ଆଉ କିଛି କହିବା ପ୍ରୟୋଜନ ପଡ଼ିନାହିଁ। ସେ ଗୋଟିଏ ପରେ ଗୋଟିଏ ଗୀତ ଗାଇଚାଲିଥିଲା। କଟକ ପାଖେଇ ଆସିଲା। ସତ୍ୟାନନ୍ଦ କଳାକାରକୁ ଏ କଥାଟି ମନେ ପକେଇ ଦେବାକୁ ଚାହୁଁଥିଲା। ମାତ୍ର କଳାକାର ଯୋଉଭଳି ତନ୍ମୟ ହୋଇ ଗୀତ ଗାଉଥିଲା ସେଥିରେ ତାକୁ ହଲେଇଦେବା ତ ଦୂରର।